ନନ୍ଦଙ୍କର କାହାରି ପ୍ରତି ଭ୍ରୂକ୍ଷେପ ନାହିଁ। ସେ ପାହୁଣ୍ଡ ପରେ ପାହୁଣ୍ଡ ପକେଇ ଦଉଡ଼ୁଥାନ୍ତି। କାନ୍ଧରେ ଚନ୍ଦ୍ର ଦେଇଥିବା ଖାଦ୍ୟର ବୁଜୁଳିଟା ଜୋର୍ କରି ଚାପି ଧରିଥାନ୍ତି। ଦଉଡ଼ି ଦଉଡ଼ି ଶୁଖିଲା ରାସ୍ତାତକ ପାର ହୋଇ ଯିବାକୁ ତାଙ୍କର ସଂକଳ୍ପ। କେତେ ବଡ଼ ବଡ଼ ବଟଗଛ ପଛରେ ରହିଗଲେଣି। ପଚାଶ ହାତ ଦୂରରେ କେହି ଜଣେ ଆଗମୁହାଁ ହୋଇ ଚାଲିଛି। ଟ୍ରେନ୍ ଧରିବା ଲାଗି ଦୃଢ଼ପ୍ରତିଜ୍ଞ ଯାତ୍ରୀ ପରି। ଆରେ,ଏ ତ ଗଗନ। ହଁ ହଁ ଗଗନ। ପଛଆଡ଼ୁ ହେଲେ ବି ନନ୍ଦେ ପରିଷ୍କାର ଚିହ୍ନି ପାରିଲେ। ସେ ସହସା ଅଟକିଗଲେ। ଦ୍ରୁତଗାମୀ ମୋଟରରେ ଦୁର୍ଘଟଣା ଭୟରେ ହଠାତ୍ ବ୍ରେକ୍ ଚାପା ଦେଲେ ଯାତ୍ରୀ ଯେପରି ଆଗକୁ ଝୁଙ୍କି ପଡ଼େ, ରାମନନ୍ଦଙ୍କର ଦେହଟା ସେଇପରି ଗୋଡ଼ ସହିତ ତାଳ ନ ରଖି ପାରି ଆଗେଇ ଗଲା। ସେ ପଡ଼ି ଯାଇଥାନ୍ତେ-କିନ୍ତୁ ସମ୍ଭାଳି ଗଲେ। ଗଗନ କଲିକତାରେ ଓଡ଼ିଶା ବଢ଼ି ଖବର ପାଇଚି। ଭଲହେଲା। ଗଗନର କେହି ସାଙ୍ଗ ନାହିଁ, ଏକା। ହାତରେ ସୁଟକେଶ ଖଣ୍ଡିଏ-ଛତାଟାଏ। ହେଲେ, ନନ୍ଦେ ଗଗନ ପାଖରେ ମୁହଁ ଦେଖେଇବେ କିପରି? ତାର ଘରପ୍ରତି ସେ ଅବହେଳା କରିଛନ୍ତି। କଥା ଦେଇ ଅସତ୍ୟ ହୋଇଛନ୍ତି। ସେ ଦୋଷୀ ପାପୀ, ଗଗନ ନିକଟରେ ଏବେ ସେ ଠିଆ ହୋଇ ପାରିବେ ନାଇଁ। ଗଗନ ନିଜଘର ସ୍ତ୍ରୀ-ପୁଅ ବିଷୟ ପଚାରିଲେ ଉତ୍ତର ଦେବାର ଉପାଦାନ ତାଙ୍କ ନିକଟରେ କିଛି ହେଲେ ନାହିଁ। କିନ୍ତୁ ଏପରି ପଛେ ପଛେ ଲୁଚି ଲୁଚି ଗଲେ ସେ ଆଗ ପହଞ୍ଚିବେ କେମିତି? ତାଙ୍କର ଚଞ୍ଚଳ ଶିରିଆପୁର ପହଞ୍ଚିବା କର୍ତ୍ତବ୍ୟ। ହଁ-କର୍ତ୍ତବ୍ୟ; ପିତା ଜୀବନର, ଗୃହସ୍ଥ ଜୀବନର ପ୍ରତି ପୁରୁଷ ଜୀବନର ଶ୍ରେଷ୍ଠ କର୍ତ୍ତବ୍ୟ। ନିଜ ଭୋଗରୁ ସୁମିକୁ ଜନ୍ମ ଦେଇଛନ୍ତି-ଯଥାର୍ଥ ପାଳନ ନ କଲେ ସେ ଭଗବାନଙ୍କ ନିକଟରେ ଅପରାଧୀ ଭାବେ ଗଣ୍ୟ ହେବେ। ନନ୍ଦେ ନିଜର ସମସ୍ତ ଶକ୍ତିକୁ ଏକଜୁଟ୍ କରି ଧାଇଁଲେ ଏବଂ ବିଜୁଳି ବେଗରେ ଅତିକ୍ରମ କରିଗଲେ ଗଗନକୁ। ଗଗନ ଛଟ୍ କରି ଚମକି ପଡ଼ିଲା; ଏଁ ରାମ ସାଆନ୍ତେ ସେ ହୁରି ପକେଇଲା-ଖଣ୍ଡି ଦଉଡ଼ା ଦେଇ। 'ରାମ ସାଆନ୍ତେ, ରାମ ସାଆନ୍ତେ-ଶୁଣ, ଶୁଣ-ମୁଁ ଗଗନ, ମୁଁ ଗଗନ। ରାମ ସାଆନ୍ତେ, ଟିମା କେମିତି ଅଛି? ମୋ ଘର? ସାଆନ୍ତେ ଟିକେ ଭଲା। ' ନନ୍ଦେ ଶୁଣିଲେ ନାଇଁ। ଗତି ବଢ଼ାଇ ଦେଲେ-ଜୋରରେ, ଆହୁରି ଜୋରରେ। ଗଗନକୁ ଏବେ ସେ କୌଣସି ଖବର ଦେଇପାରିବେ ନାହିଁ। ସେ ନିଜେ ଧୈର୍ଯ୍ୟହରା। ଆଉ ଜଣଙ୍କୁ ହଠାତ୍ ଜଳଧିକୁ ଠେଲି ଦେଇ ପାରିବେ ନାଇଁ। ଗଗନ ନିଜ ଅନ୍ତରଗତ ଅଜସ୍ର ସମସ୍ୟା ଉଠେଇ ଉଠେଇ ଭାଙ୍ଗି ଭାଙ୍ଗି, ସଜାଡ଼ି ସଜାଡ଼ି, କୌତୂହଳ ଚମକ, କଳ୍ପନା ଭିତର ଦେଇ ଗତି କରି କରି ଆସୁ, ଆସିଲେ ଦେଖିବ, ଭଲକରି ବୁଝିବ-କଳ୍ପନା ସତହୁଏ, ପୁଣି ମିଥ୍ୟାହୁଏ। ପଥର ଛାତି ଭାଙ୍ଗିଯାଏ। ସେଇ ଶିରିଆପୁରର ନିର୍ଜ୍ଜନ କୁଦ ଉପରେ ତା ସହିତ ସାକ୍ଷାତ ହେବ। ଗଗନ ପଛଆଡ଼ୁ ତେବେ ବି ଡାକୁଥାଏ-''ରାମ ସାଆନ୍ତେ, ହେ ରାମ ସାଆନ୍ତେ, ଟିକେ ଶୁଣ ଭଲା। '' ତାର ଡାକ ନନ୍ଦଙ୍କ ପିଠିରେ ଧକ୍କା ଖାଇ ସେଇ ଗତିରେ ଫେରି ଯାଉଥାଏ ଗଗନ ପାଖକୁ। ବଡ଼ ଅଜବ ଲୋକ ତ ରାମ ସାଆନ୍ତେ! 'କାହିଁ, ଉଡ଼ାଜାହାଜ ତ ଫେରିଲା ନାହିଁ ଦଦେଇ-ସୁମି ପଚାରିଲା। ନାଲୁମିଶ୍ରଙ୍କ ମୁହଁକୁ ସମସ୍ତେ ଚାହିଁଲେ ଉତ୍ତର ଶୁଣିବା ପାଇଁ। ମିଶ୍ରେ କହୁଛନ୍ତି। କଣ ବା ସେ କହିବେ? ଉଡ଼ାଜାହାଜ କଣ ତାଙ୍କ ହାତରେ ଅଛି। ରିଲିଫବାଲାମାନେ ହେଲେ ଆସନ୍ତେ ଛୁଆଙ୍କ ଲାଗି ଖଣ୍ଡେ ଖଣ୍ଡେ ରୁଟିହେଲେ ଚଳିଯାନ୍ତା। ଗତବର୍ଷ ସିନା ଆତ୍ମସମ୍ମାନ ଦୃଷ୍ଟିରୁ ରିଲିଫ ଲାଗି ହାତ ପତେଇ ନଥିଲେ। କାରଣ ରିଲିଫ ଯାହା ଛତ୍ର ତାହା। ଛତରରେ ପଶିଲେ ଲୋକେ ଅଜାତି ହୋଇଯାନ୍ତି। ଥରେ କୁଆଡ଼େ ଭଦ୍ରଖଆଡ଼େ ଯୁଦ୍ଧ ହୋଇଥିଲା। ସେ ପ୍ରାୟ କୋଡ଼ିଏ ତିରିଶ ବର୍ଷ ତଳର କଥା। କଂଟ୍ରୋଲ ଚାଉଳ ମିଳିଲା ନାଇଁ। ଲୋକେ କଂସା, ବାସନ ବନ୍ଧା ପକେଇଲେ। ଶେଷକୁ ଛତରରେ ପଶିଲେ। କିଏ ଗଲା କାଳିମାଟି, କିଏ ବା କଲିକତା, ରେଙ୍ଗୁନ। କିନ୍ତୁ ମିଶ୍ରଘର ସବୁବେଳେ ଆଲୁଅ ଥିଲା। କେଡ଼େ କେଡ଼େ ଦୁର୍ଭିକ୍ଷ, ବଢ଼ି-ମରୁଡ଼ିରେ ସେ ଦୀପ ଲିଭି ନଥିଲା। ଏତେଦିନର ଗର୍ବ ଯାହା ଏଇ ବଢ଼ି ଚୂନା କଲା। ଖାଲି ବଞ୍ଚିବା ଦର୍କାର।